'' ମେରିନାର ଏଭଳି ବ୍ୟବହାରରେ ଆଲେସ୍କି ଆହୁରି ବିବ୍ରତ ହୋଇ ପଡ଼ିଲେ। ସେ ଚିନ୍ତା କରିବାକୁ ଲାଗିଲେ, ମେରିନାର ଆଜି ହଠାତ୍ ଏଭଳି ପରିବର୍ତ୍ତନ କାହିଁକି? ମେରିନା ସଙ୍ଗେ ସଙ୍ଗେ ବିଛଣାରୁ ଉଠିପଡ଼ି ହସି ହସି କହିଲା, ''ମୋ ପାଇଁ ଏତେ ବ୍ୟସ୍ତ ହୋଇପଡ଼ି ନାହିଁ ଆଲେସ୍କି! ମୋତେ ଏ ରାତିଅଧରେ ତୁମ କୋଠରି ଭିତରେ ଏକାକୀ ଦେଖି ଭୟ ପାଇଗଲଣି ବୋଧହୁଏ? ଦେଖିଲ, ତୁମ ଦୁଆରମୁହଁରେ ତୁମକୁ କିଏ ଅପେକ୍ଷା କରି ଠିଆ ହୋଇଛନ୍ତି। '' ଆଲେସ୍କି ବାହାରକୁ ଯାଇ, ଗୋଲେଭ୍ଙ୍କୁ ଦୁଆରମୁହଁରେ ଠିଆ ହୋଇଥିବାର ଦେଖି ପଚାରିଲେ, ''କିଏ ଗୋଲେଭ୍, ତୁମେ ହଠାତ୍ ଏ ସମୟରେ? କ'ଣ କିଛି ଜରୁରୀ ବାର୍ତ୍ତା ଅଛି? '' ''ହଁ, କମିଶନ୍ର ଚେୟାରମେନ୍ ପାଲାଭିନ୍ ଡାକୁଛନ୍ତି ଆପଣଙ୍କୁ। '' ''ଏଁ, ମୋତେ, ଏ ରାତି ଦୁଇଟା ବେଳେ? '' ଆଲେସ୍କି ବିସ୍ମିତ ହୋଇ ସିଧା ସିଧା ଚାଲିଲେ ବେତାର ରୁମ୍ଆଡ଼େ। ମେରିନା ବି ଚାଲିଲା ତାଙ୍କ ପଛେ ପଛେ। ବେତାର ରୁମ୍କୁ ପଶିଯାଇ ଆଲେସ୍କି ଫୋନ୍ ଧରିଲେ, ''ହଁ, ହଁ, ମୁଁ ଆଲେସ୍କି। ଆଜ୍ଞା, ନମସ୍କାର। ଆପଣ ଏ ସମୟରେ ହଠାତ୍ ମୋତେ...? '' ''ତୁମେ ଜାଣିଛ ମାର୍କିନ୍ମାନେ ଆଜି ସକାଳୁ ସେମାନଙ୍କର ସର୍ବପ୍ରଥମ କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ ଛାଡ଼ିଛନ୍ତି? '' ''ହଁ, ଆଜ୍ଞା, ଜାଣିଛୁଁ କ'ଣ, ଆମେ ପରା ଏଠାରୁ ତାହା ଲକ୍ଷ୍ୟ କରୁଥିଲୁ। '' ''କିନ୍ତୁ ଗୋଟାଏ କଥା ଜାଣିଛ ଆଲେସ୍କି? ସେମାନଙ୍କର ସେହି ଉପଗ୍ରହ ମହାଶୂନ୍ୟକୁ ଯିବା ସଙ୍ଗେ ସଙ୍ଗେ ବିଲ୍କୁଲ୍ ଅକାମୀ ହୋଇଯାଇଛି। ତାହାର ଭିତର ଯନ୍ତ୍ରପାତି କ'ଣ ହୋଇଛି କେଜାଣି, ବେତାର ଖବର ଆଦି କିଛି ଆସୁନାହିଁ। ସେମାନେ ଆଜି ଦିନସାରା ବହୁ ଚେଷ୍ଟାକରି ସେମାନଙ୍କ ଉପଗ୍ରହରୁ କିଛି ଖବର ପାଇପାରି ନାହାନ୍ତି ବୋଲି ଆମେ ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଛୁଁ-। ଆମ ରାଷ୍ଟ୍ରର ବଡ଼ ବଡ଼ ବୈଜ୍ଞାନିକମାନଙ୍କ ମଧ୍ୟରେ ଏହି ନେଇ ଏକ ବିରାଟ ଚହଳ ପଡ଼ିଯାଇଛି। ସାଏନ୍ସ ଏକାଡ଼େମୀର ଚେୟାରମ୍ୟାନ୍ ମୋତେ ଏ ରାତିଅଧରେ ଫୋନ୍ରେ ଅନୁରୋଧ କରିଛନ୍ତି ଏହି ଖବର କେତେଦୂର ସତ୍ୟ ତାହା ପରୀକ୍ଷା କରି ଆମ ଉପଗ୍ରହର ବୈଜ୍ଞାନିକମାନଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା ଚଳାଇବା ପାଇଁ। ମହାଶୂନ୍ୟ ମଧ୍ୟରେ ଅଧିବାସୀମାନଙ୍କ ସହ ଆମର ବିରାଟ ଉପଗ୍ରହ ବେଶ୍ନିରାପଦରେ ବୁଲୁଥିଲାବେଳେ ସେମାନଙ୍କର ବାରଇଞ୍ଚ ବ୍ୟାସବିଶିଷ୍ଟ ଉପଗ୍ରହ ଖରାପ ହୋଇଯିବାରେ ଆମର ବୈଜ୍ଞାନିକମାନେ ବିସ୍ମୟ ପ୍ରକାଶ କରୁଛନ୍ତି-। ତୁମ୍ଭେମାନେ ସେହି ଉପଗ୍ରହକୁ ଖୁବ୍ ଭଲ ଭାବରେ ଲକ୍ଷ୍ୟକରି କାଲି ସନ୍ଧ୍ୟା ସୁଦ୍ଧା ତହିଁର ରିପୋର୍ଟ ଆମଠାକୁ ପଠାଇଦେବ ବୋଲି ମୋର ଅନୁରୋଧ। '' କ୍ଲବ୍ରୁମ୍ରେ ସମସ୍ତେ ଏକ ଭୋଜିରେ ବ୍ୟସ୍ତ। ବିଭିନ୍ନ ଟେବୁଲ ଚାରିପାଖରେ ଉପଗ୍ରହର ସଦସ୍ୟମାନେ ଉପବିଷ୍ଟ। ଖିଆପିଆ ଭିତରେ କେନ୍ଦ୍ର ରାଜଧାନୀର ରେଡ଼ିଓ ଷ୍ଟେସନ ଏକ ସୁମଧୁର ସଙ୍ଗୀତ ପରିବେଷଣ କରୁଥାଏ। ଅନ୍ୟମାନେ ଯେତେ ଖୁସିରେ ଏ ଭୋଜିରେ ଭାଗ ନେଇଥାନ୍ତି, ଆଲେସ୍କିଙ୍କର କିନ୍ତୁ ତା' ନଥାଏ। ବେଳେବେଳେ ଚିନ୍ତିତ ଓ ଅନ୍ୟମନସ୍କ ହେଲାଭଳି ଜଣାପଡ଼ୁଥାନ୍ତି। ମାର୍କିନ୍ ଉପଗ୍ରହ ଖରାପ ହୋଇଯିବା କଥା ଆଲେସ୍କି, ମେରିନା ଓ ଲେନା ବ୍ୟତୀତ ଅନ୍ୟମାନେ ପ୍ରାୟ କେହି ଜାଣି ନଥାନ୍ତି। ହଠାତ୍ ରେଡ଼ିଓର ସଙ୍ଗୀତ ପରିବେଷଣ ବନ୍ଦ ହୋଇଗଲା। ଠିକ୍ ପରମୁହୂର୍ତ୍ତରେ ରେଡ଼ିଓ ଷ୍ଟେସନର ସେହି ଖବରଦାତାଙ୍କର ପରିଚିତ ସ୍ୱର ଶୁଭିଲା, ''କ୍ଷମା କରିବେ, ଶ୍ରୋତାବର୍ଗ, ଏକ ଜରୁରୀ ଘଟଣା ଯୋଗୁଁ ଆମେ ଏହି ସଙ୍ଗୀତ ପରିବେଷଣ କିଛି ସମୟ ପାଇଁ ବନ୍ଦ କଲୁଁ। ଆପଣମାନେ ଶୁଣି ଆଶ୍ଚର୍ଯ୍ୟ